ମୁଁ ଭାବିଲି ତୁମେ କୁଆଡ଼େ ଉଭେଇଗଲଣି କି କଅଣ? '' ''ମୁଁ ତ ଆଉ ମହାଶୂନ୍ୟ ଭିତରକୁ ପଳାଇଯାଇ ନିରୁଦ୍ଦେଶ ହୋଇ ଯାଉନି ଯେ ତୁମେ ମୋତେ ନପାଇ ଏତେ ଚିନ୍ତା କରି ବସିଲ। ତୁମେ ମହାଶୂନ୍ୟ ଭିତରକୁ ଯାଇ ଅନ୍ୟମାନଙ୍କୁ ଯେ କେତେ କଷ୍ଟ ଦେଇଛ, ତାହା ଏଠାରେ ପ୍ରତ୍ୟେକେ ଜାଣନ୍ତି। ମୁଁ ଏଠାକୁ ଗାଧୋଇ ଆସି ତୁମକୁ ତ ସେଭଳି କିଛି କଷ୍ଟ ଦେଇନି। ହୁଏତ ତୁମେ ମୋତେ ଖୋଜି ଖୋଜି ଉପଗ୍ରହରେ ତିନି ଚାରିଶହ ଫୁଟ ପଥ ଅତିକ୍ରମ କରିଛ? ଏଇ, ଏତିକି ତ? ''ମୁଁ ତୁମକୁ କାହିଁକି ଖୋଜୁଥିଲି ଜାଣିଛ ମେରିନା? '' ''ଆଜକୁ ଆଠ ଦଶ ଦିନ ହେବ, କିଛି ରିପୋର୍ଟ ପଠାଇ ନାହିଁ ବୋଲି ହୁଏତ ଖୋଜୁଥିବ ମୋତେ। ବିଶ୍ୱରଶ୍ମି ସମ୍ବନ୍ଧୀୟ ଗବେଷଣା ଉପଗ୍ରହରେ। କାହିଁକି ଧିମେଇଗଲା, ସେଥିପାଇଁ ତଳୁ ହୁଏତ ତାଗିଦା ଆସିଥିବ ତୁମ ପାଖକୁ। ତୁମେ ସେହି ତାଗିଦ୍ଟା ମୋତେ ଶୁଣାଇ ଦେବାପାଇଁ ଦୌଡ଼ିଆସିଛ ଏଠିକି। ନୁହେଁ? '' ''ଖାଲି ସେତିକି ନୁହେଁ, ଆହୁରି କାମ ଅଛି ତମ ପାଖରେ। ତୁମେ ଏତେ ଦିନ ଯାଏଁ କିପରି କାମ ବନ୍ଦ କରିଦେଲ କୁହ ତ ମେରିନା? '' ''ବାଃ ରେ, ସେଇ କେତେ ଦିନ କ'ଣ ମୋ ମଥା ଠିକ୍ ଥିଲା ଯେ ମୁଁ କାମ କରିଥାନ୍ତି। ମନର ଅବସ୍ଥା ଭଲ ଥିଲେ କେହି ଗବେଷଣାରେ ମନୋନିବେଶ କରିପାରେ? ମୁଁ କାହିଁକି କାମ ନ କଲି ତାହାର ପ୍ରକାରାନ୍ତରେ ତୁମେ ନୁହଁ କି? '' କହୁ କହୁ ଫିସ୍ ଫିସ୍ କରି ହସିଦେଲା ମେରିନା? ଆଲେସ୍କି ଆହୁରି ଟିକିଏ ଗମ୍ଭୀର ହୋଇଯାଇ କହିଲେ, ''ଦେଖ ମେରିନା, ତୁମେ ମନରେ କ'ଣ ଏଇ ଦମ୍ଭ ନେଇ ରାଷ୍ଟ୍ରର ବଡ଼ ବଡ଼ କାମ କରିବା ପାଇଁ ଏଠାକୁ ଆସିଛ? ରାଷ୍ଟ୍ରର କେତେ ବଡ଼ ଗୁରୁଦାୟିତ୍ୱ ଯେ ତୁମ ଉପରେ ଅଛି, ଏହାକୁ ଭୁଲିଯାଅନା। ସେଇ ଦାୟିତ୍ୱ ଦୃଷ୍ଟିରୁ ତୁମର ନାରୀସୁଲଭ ଚପଳତା ପ୍ରଦର୍ଶନ କ'ଣ ଉଚିତ ହୋଇପାରେ? ମୋ ପ୍ରତି ତୁମର ସମ୍ପର୍କ ଯା' ହେଲେ ମଧ୍ୟ ତୁମର ବିରାଟ କର୍ତ୍ତବ୍ୟକୁ କ'ଣ ହେୟ ମନେକରି ହେଳା କରିପାର? କର୍ତ୍ତବ୍ୟ ହିଁ କର୍ତ୍ତବ୍ୟ; ତା' ଆଗରେ ପ୍ରେମ, ସ୍ନେହ, ଦୁଃଖ, ସୁଖ କିଛି ନୁହେଁ ମେରିନା! '' ''କ୍ଷମାକର ଆଲେସ୍କି, ମୁଁ ତୁମର ଏଭଳି ଆଦର୍ଶକୁ ସ୍ୱୀକାର କରିପାରେନା। ତୁମେ ଯାହା କହୁଛ, ତାହା ତର୍କକାଳୀନ ଯୁକ୍ତି ଛଡ଼ା ଅନ୍ୟ କିଛି ହୋଇ ନ ପାରେ। ତୁମେ ସେଭଳି ବଡ଼ ବଡ଼ କଥା କହି ବାସ୍ତବତାଠାରୁ ଦୂରେଇ ଯିବାକୁ ଚେଷ୍ଟା କରନାହିଁ। କର୍ତ୍ତବ୍ୟ ବିରାଟ ହୋଇପାରେ; କିନ୍ତୁ ତା' ଆଗରେ ପ୍ରେମ, ସ୍ନେହ, ମମତାରୁହିଁ କର୍ତ୍ତବ୍ୟର ଜନ୍ମ। ଏଗୁଡ଼ିକଠାରୁ କର୍ତ୍ତବ୍ୟକୁ ଅଲଗା କରାଯାଇ ପାରିବ ନାହିଁ। ଏସବୁର ପ୍ରଭାବ ଯେ କର୍ତ୍ତବ୍ୟ ଉପରେ କିଛି ନାହିଁ, ଏହା କହିବା ବାଚାଳତା ମାତ୍ର। ମଣିଷ ଯଦି କେବେ ନିଜ କର୍ତ୍ତବ୍ୟରେ ଅଟଳ ରହିପାରେ, ତେବେ ତା' ପଛରେ ଥିବ ନିଶ୍ଚୟ ସେଇ ସ୍ନେହ, ପ୍ରେମ କିମ୍ବା ମମତା। ସେସବୁ କିଛି ନଥିଲେ ମଣିଷ କର୍ତ୍ତବ୍ୟରେ ଅଟଳ ରହିପାରେନା। ପୃଥିବୀର ସବୁ ଦେଶର ଇତିହାସ ଆଲୋଚନା କରି ଦେଖ, ପ୍ରକୃତରେ ମୁଁ ଯାହା କହୁଛି ଠିକ୍, କି ତୁମେ ଯାହା କହୁଛ ଠିକ୍। ପ୍ରେମ, ସ୍ନେହ, ମମତା ଆଦି ସ୍ୱର୍ଗୀୟ; କିନ୍ତୁ ତୁମର ଏହି କର୍ତ୍ତବ୍ୟ ପାର୍ଥିବ। ତେଣୁ ଏସବୁଠାରୁ ମୁଁ କର୍ତ୍ତବ୍ୟକୁ